ରାଜନୀତିର କ୍ଷେତ୍ରକୁ ଯେତେବେଳେ ପ୍ରାୟ ଧର୍ମତଃ ଏକ ଭୋଗର କ୍ଷେତ୍ର ବୋଲି ଧରି ନିଆଯାଇଥାଏ, ସେତେବେଳେ ମଣିଷମାନେ ମଧ୍ୟ ଦାନବମାନଙ୍କର ଆଖିକୁ ଭୋଗର ସାମଗ୍ରୀ ସଦୃଶ ଦେଖାଯାଉଥାନ୍ତି। ସେମାନଙ୍କୁ ବଂଚିତ କରି, ନାନା ଅନ୍ଧାର ଓ ଅଜ୍ଞାତ ଭିତରେ ଅସମର୍ଥ କରି ରଖି ନିଜ ପାଇଁ ସବୁ ଆତ୍ମସାତ୍ କରିନେବା ହିଁ ରାଜନୀତିରେ ସତେଅବା ସ୍ୱୀକୃତତମ ଆଚରଣରେ ପରିଣତ ହୋଇ ଯାଇଥାଏ। ଖାଲି କୌଣସି ରାଜତନ୍ତ୍ର ବା ସ୍ୱୈରତନ୍ତ୍ରରେ ନୁହେଁ, ଯେକୌଣସି ଗଣତନ୍ତ୍ରରେ ମଧ୍ୟ ଯେ ଏପରି ଖୁବ୍ ସମ୍ଭବ ହୋଇପାରିବ, ଆମ ନିଜ ଦେଶଟାରେ ରାଜନୀତି ଭିତରେ ନାଚୁଥିବା ମୟୁରମାନଙ୍କର ଆଚରଣକୁ ଦେଖି ତାହା ଅତ୍ୟନ୍ତ ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଯାଏ। ସଂପ୍ରତି ଭାରତବର୍ଷର ରାଜନୀତିକ ଦଉଡ଼ରେ ନେତାମାନେ ଆଗରେ ଅଛନ୍ତି, ଦେଶବାସୀ ପଛରେ ପେଙ୍ଗଇ, ପେଙ୍ଗଇ ସତେଅବା ଅନାଥଙ୍କ ପରି ତଥାପି ଘୋଷାରି ହେବାରେ ଲାଗିଛନ୍ତି। ଦଉଡାଳିମାନେ ଦଉଡ଼ି ଦଉଡ଼ି ଶେଷରେ କେଉଁଠାରେ ଯାଇ ଯେ ପହଂଚିବେ, ସେକଥା ସେମାନେ ନିଜେ ଜାଣିନାହାନ୍ତି। ନେତାମାନେ କିଣି ହୋଇ ଯାଉଛନ୍ତି, ବିକିହୋଇ ଯାଉଛନ୍ତି। ରାତି ପାହିଲେ, ଏ ଦଳ ଛାଡ଼ି ସେ ଦଳକୁ ପଳାଉଛନ୍ତି, ଅଥବା ନୂଆ ଦଳମାନ ଗଢ଼ି ପକାଉଛନ୍ତି। ଗଣତନ୍ତ୍ରରେ ଅସଲ ଶକ୍ତି ଅର୍ଥାତ୍ ଅସଲ ରଜ୍ଜୁଗୁଡ଼ିକ ଯେ ଗଣହାତରେ ରହେ, କାଳକ୍ରମେ ଏହି ଦେଶରେ ତାହା ପୂରା ପାସୋରି ହୋଇଗଲାଣି। ସେହି ପୁରୁଣା ରକ୍ଷଣଶୀଳତା ଗୁଡ଼ାକ ଲୋକମାନଙ୍କୁ ଏପରି ନିର୍ଘାତିଆ ଭାବରେ ମାଡ଼ିବସିଛି ଯେ, ସେମାନେ ବା ଆଉ ଅନ୍ୟ କଅଣ କରିପାରନ୍ତେ! ନେତା ବନି ସେମାନଙ୍କ ପାଖକୁ ଯେତେବେଳେ ଯିଏ ଆସିଛନ୍ତି, ସେମାନେ କେବଳ ଧୋକା ଦେଇଛନ୍ତି।ରାଜନୀତିକୁ ଗୋଟିଏ ବେପାରରେ ପରିଣତ କରି ଦେଇଛନ୍ତି ଏବଂ ଆପେ ପୃଥୁଳ ହେବାକୁ ହିଁ ପ୍ରାୟ ଏକମାତ୍ର ବ୍ୟବହାରିକ ସତ୍ୟ ବୋଲି ମାନି ନେଇଛନ୍ତି। ଏକ ରାଜନୀତିକ ଚେତନା ହିଁ ଏହି ଜଡ଼ତାକୁ ଭାଙ୍ଗିଦେଇ ପାରିବ। ଏକ ଯଥାର୍ଥ ରାଜନୀତିକ ଚେତନା ହିଁ ଠକକୁ ଠକ ବୋଲି ଧରା ପକାଇଦେବ। ଯଥାର୍ଥ ସାହସଗୁଡ଼ିକୁ କାମରେ ଲଗାଇ ପାରିବ। ଭାରତବର୍ଷ ନାମକ ଅଟକି ଯାଇଥିବା ଶଗଡ଼ଟାର ଚକାଗୁଡ଼ାକୁ ତାହା ପୁନର୍ବାର ଗତିଶୀଳ କରିପାରିବ। ଲକ୍ଷ୍ୟସଚେତନ କରାଇ ଆଣିବ। ଅସାଧୁତାକୁ ଚ୍ୟାଲେଞ୍ଜ କରି ଅସାଧୁତାର ମୂଳୋତ୍ପାଟନ କରିପାରିବ। ଏବେ ଓଡ଼ିଶାକୁ ବାତ୍ୟା ଆସିଲା, ବନ୍ୟାର ବିତ୍ପାତ ଏତେ ମଣିଷଙ୍କୁ ଭସାଇ ନେଇଗଲା, ଆହୁରି ଦଶ ସେତିକି ମଣିଷଙ୍କୁ ଆଗାମୀ ଅନେକ ବର୍ଷ ନିମନ୍ତେ କାଙ୍ଗାଳ କରିଦେଇ ଚାଲିଗଲା। ସେହି ଅଂଚଳରେ ରାଜନୀତିକ ଦଳଗୁଡ଼ିକର ଢେର ମଣିଷ ଅବଶ୍ୟ ଥିଲେ। ସେମାନଙ୍କର ତୋଟାରୁ ମଧ୍ୟ ଆମ୍ବ, ପଣସ କି ନଡ଼ିଆ କେତେ କେତେ ବୃକ୍ଷ ଉପୁଡ଼ି ଯାଇଥିବ ମାତ୍ର ସେମାନଙ୍କ ଭିତରୁ କେତେ କଅଣ ସର୍ବେକ୍ଷଣ କଲେ, ତାହାର ହିସାବ ବଡ଼ ସହଜରେ ମିଳିଯାଇ ପାରନ୍ତା। ଆମ ଅଳପଙ୍କୁ ଘେରି ଏହି ଭୂଇଁଟାରେ କେତେ ଅସହାୟ ମଣିଷ ଯେ ତଥାପି ରହିଛନ୍ତି, ତାହାର ପୁନର୍ବାର ପ୍ରମାଣଟିଏ ମିଳିଗଲା। ଭୁବନେଶ୍ୱରକୁ କେନ୍ଦ୍ର କରି ହୁଲୁସ୍ତୁଲୁ ପଡ଼ିଗଲା। ଦୁର୍ଗତମାନଙ୍କୁ ସଂଖୋଳି ଆସିବା ସକାଶେ ଗୋଠ ,ଗୋଠ ହୋଇ ନେତାମାନେ ତେଣେ ଛୁଟିବାରେ ଲାଗିଗଲେ। ତା' ପରେ କ'ଣ ହେଲା? ତା'ପରେ ସହାୟ ଆସିଲା, ବୋଇତ ପରେ ବୋଇତମାନ ଆସି ପହଞ୍ଚିଗଲା। କୋଟି କୋଟି ସହାୟତାର ହିସାବ ହେଲା। କୋଟି କୋଟି ସହାୟତା ନିମନ୍ତେ ଦାବି କରାଗଲା। ମନେହେଲା, ଏହି ହିତକାରୀମାନେ ବିପନ୍ନମାନଙ୍କୁ ହିଁ ଖାଲି ଦେଖୁଛନ୍ତି, ମଣିଷମାନେ ହିଁ ସତେଅବା ଏକ ଅପାରଗ ଅର୍ଦ୍ଧଶତାବ୍ଦୀର ଚକ୍ରାନ୍ତ ଫଳରେ ଏହି ବିପତ୍ତିରେ ପଡ଼ିଛନ୍ତି ବୋଲି କେହି ଭାବିବାକୁ ସମୟ ପାଇଲେ ନାହିଁ। କିମ୍ବା ସେପରି ଭାବିବାକୁ ମଧ୍ୟ ଭୟ କଲେ। ଯାବତୀୟ ସଚେତନ ରାଜନୀତି ମଣିଷମାନଙ୍କର ପାଖେ ପାଖେ ରହିଥାଏ।